ହଠାତ୍ ପଡ଼ିଯିବାଦ୍ୱାରା ମୁଣ୍ଡଟା ତଳେ ବାଡ଼େଇ ହୋଇ ଛେଚି ହେଇଗଲା। ଦୋଳଗୋବିନ୍ଦଙ୍କ ସ୍ତ୍ରୀ ଆସି ଦେଖିଲାବେଳକୁ ମୋତି ବେହୋସ୍–କପାଳରୁ ଗାଲଯାଏ ରକ୍ତରେ ନାଲ। ରାଧାଗୋବିନ୍ଦ ଠେଙ୍ଗା ଘେନି ଫେରିବାବେଳକୁ ମୋତି ମୁମୂର୍ଷ ଭଳି ପଡ଼ିଛି। ପାଖରେ ଭାଇବୋହୂ ବସି ତା' ମୁହଁରେ ପାଣି ଛାଟୁଚନ୍ତି। ଅନେକ ଲୋକ ଜମା ହୋଇ ପଡ଼ିଲେ। ଏଇ କେତେ ଦିନରେ ମାଇପେଯାକ ଯେମିତି ମୋତିର ମା ପାଲଟି ଯାଇଚନ୍ତି। ଦୁଃଖରେ ସମବେଦନା ସୂଚକ କେବେ କରୁଣ ଶବ୍ଦ ଉଚ୍ଚାରଣ କରି, କିଏ କନା ପୋଡ଼ି, ମୁଣ୍ଡର ଫାଟିଯାଇଥିବା ଯାଗାରେ ଦେବା, କିଏ ମୋତିର ଦିହ ମୁଣ୍ଡରେ ଲୁଗା ସଜାଡ଼ି ଦେବା କିଏ ବିଞ୍ଚଣା ଧରି ଟିକେ ବିଞ୍ଚିପକାଇବାରେ ଲାଗିଗଲେ। ରାଧାଗୋବିନ୍ଦ ସେତେବେଳକୁ ଠେଙ୍ଗା ହାତରେ ଅବାକ୍ ହୋଇ ଛିଡ଼ା ହେଇଚନ୍ତି। ଠେଙ୍ଗାଟା କିଛି ସମୟ ପରେ ଛାଁ ହାତରୁ ଖସି ପଡ଼ିଲା। ସେ ଯେମିତି ଆଉ ଅଳ୍ପ ସମୟରେ ପଡ଼ିଯିବେ। ପଛରୁ ତାଙ୍କର ସ୍ତ୍ରୀ ଆସି ତାଙ୍କୁ ଧରିନେଇ ଘରେ ଖଟ ଉପରେ ଶୁଆଇ ଦେଲେ। ମୋତି ଜାଣିଲା ଅକାଳ ବଜ୍ର ତାର ଚିର ସହଚର। ଜୀବନ ତାର ଅତି ବୈଚିତ୍ର୍ୟମୟ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ସେଥିରେ। କଥାଟା କ୍ରମେ ସମସ୍ତେ ବୁଝି ପାରିଲେ। ମାସକ ତଳେ କଲିକତାର ଜଣେ ଅଶୀ ବର୍ଷର ବୁଢ଼ା ଜଜ୍ ବା' ହେବା ପାଇଁ ପାଗଳ ହେବା କଥା ଖବର କାଗଜରେ ବାହାରି ଥାଏ', ଆଉ ଏ ଷାଠିଏ ବର୍ଷର ରାଧାଗୋବିନ୍ଦଙ୍କ କଥା ସ୍ଵାଭାବିକ ଭାବି ଅନେକ କେତେକାଂଶରେ ଅଶ୍ଵସ୍ତ ହେଲେ। ଦୋଳଗୋବିନ୍ଦ କାର୍ଯ୍ୟୋପଲକ୍ଷରେ ଅନ୍ୟତ୍ର ଯାଇଥାନ୍ତି। ସେଠାରୁ ଫେରି ବଡ଼ଭାଇଙ୍କର ସମସ୍ତ କୀର୍ତ୍ତିକଳାପ ଶୁଣି ଭିତର ପିଣ୍ଡାରେ ଥକା ମାରି ଠିଆ ହୋଇଗଲେ। ସହସା ଉହାଡ଼ରୁ ନବାଗତ ପୁତ୍ରବଧୂର ନୂପୁର ଧ୍ଵନି ଶୁଣାଗଲା। ପଥ ପରିଷ୍କାର କରି ସେ ଗଳାଖଙ୍କାର କାଢ଼ିବାର ଶବ୍ଦକଲେ। ମୋତି ଆଉ ଏ ଘରେ ନାହିଁ। ଦୋଳଗୋବିନ୍ଦଙ୍କ ପୁତ୍ରବଧୁ ଜ୍ୟେଷ୍ଠ ମାସରେ ବାପଘରକୁ ଯିବାବେଳେ, ସଙ୍ଗରେ ଜଣେ ଦାସୀ ଯିବାର ଆବଶ୍ୟକ ହେଲା। ମୋତି ତାଙ୍କ ସଙ୍ଗରେ ମୁକୁନ୍ଦପୁର ଚାଲି ଯାଇଛି। ବୋହୂକୁ ଆଣିବାର ପୁଅର ଇଚ୍ଛା ଯେତେ ନ ଥିଲା ତା ଚାହିଁ ବେଶି ଥିଲା ଦୋଳଗୋବିନ୍ଦଙ୍କର। ପାଞ୍ଚ ଛ ମାସ ପରେ ବୋହୂ ଯେତେବେଳେ ଭାର ଘେନି ଫେରିଲା, ଦୋଳଗୋବିନ୍ଦ ଦେଖିଲେ, ବୋହୂ ଏକା। ଦିପରହ ବେଳ। ପୁତ୍ର ହୃଷିକେଶ ଖଟର ଗୋଟିଏ କୋଣରେ ନିବିଷ୍ଟ ହୋଇ ବହି ପଢ଼ୁଛି। ଅନ୍ୟପାଖରେ ବୋହୂ ଗହଣା ବାକ୍ସ ସଜାଡ଼ିବାରେ ତତ୍ପର। ଅଧୈର୍ଯ୍ୟହୋଇ ଦ୍ଵାରବନ୍ଧ ନିକଟରେ ଦୋଳଗୋବିନ୍ଦ ପୁତ୍ରବଧୂ ଉଦ୍ଦେଶ୍ୟରେ ମୋତିକଥା ପଚାରିଲେ। ଘରେ ହୃଷୀକେଶ ଥିବାର ପଦାକୁ ଜଣା ଯାଉନାହିଁ। କଥାଟା ଶୁଣି ହୃଷିକେଶର ଭ୍ରୂ ଦୁଇଟି କୁଞ୍ଚିତ ହୋଇଗଲା। ଡାହାଣ ହାତର କାଣି ଆଙ୍ଗୁଠିଟା, ଦାନ୍ତରେ ଚାପି ଧରି ପଢ଼ୁଥିବା ବହି ଉପରୁ କ୍ଷଣକ ପାଇଁ ଆଖି ଫେରେଇ ନେଇ କଣ ଭାବିଲା। ପାଖରେ ଛୋଟ ନଣନ୍ଦ ସୁଷମା ଶୋଇଥିଲା। ବୋହୂ ତାକୁ ଉଠାଇ ଖବର ଦେଲେ, ବାପାଙ୍କୁ କୁହ ମୋତିକି ଜର, ସେ–ଆମ ଘରେ ଅଛି। ହୃଷିକେଶଙ୍କ ଶଶୁର ଦି ଭାଇ। ଦୋଳଗୋବିନ୍ଦଙ୍କ ପରିବାର ପରି ସେଠିକା ପରିବାର। ଦୁଇ ଭାଇଙ୍କର ଗୋଟିଏ ପୁଅ। ପୁଅ ଅବିବାହିତ। ଝୁଅ ତିନୋଟିରୁ ଗୋଟିଏ ଏଠି ବିଭା ହେଇଚି-। ଘରେ ଅଛନ୍ତି ଦୋ'ଟି। ମୋତି ମୁକୁନ୍ଦପୁରରେ ରହିବାର ଚାରି ପାଞ୍ଚବର୍ଷ ହେଲାଣି। ତାର ସେ ରୂପ, ସେ ଯୌବନ ନାହିଁ। କାଙ୍ଗାଳ ସମାଜର ଦାଉ ଏଡ଼ି ଚଳିବା ତା'ପକ୍ଷରେ